ଛେପ ଢୋକି ନିରଞ୍ଜନ କହିଲା, "କେତେଦିନ ଏମିତି ହାତରେ ରାନ୍ଧି ଖାଉଥିବେ? ଘରକୁ ବୋଉକୁ ଆଣିଲେ ଚଳନ୍ତା ନାହିଁ?" ରତ୍ନାକର ହସିଲା, କହିଲା, "ପ୍ରଥମେ ଅସୁବିଧା ଲାଗୁଥିଲା, ଆଜିକାଲି ବେଶ୍ ଆରେଇଲାଣି। ବୋଉକୁ ଏଦିନେ କାହିଁକି ହଇରାଣ କରିବି?" ନିରଞ୍ଜନ ପୁଣି କହିଲା, "ତେବେ ଆପଣ ଆଉ ବିବାହ କରିବେ ନାହିଁ?" ରତ୍ନାକର ହସିଲା, କହିଲା, "ବିବାହ କ'ଣ ଆଉ କରିବି ନିରଞ୍ଜନବାବୁ? ଥରେ ବିବାହ ତ କରିଥିଲି, ସେ ସଂସାର ତ ରହିଲା ନାହିଁ! ମନ ଭାଙ୍ଗିଗଲେ ଆଉ କଣ ଯୋଡ଼ି ହୁଏ!" ନିରଞ୍ଜନ ଆଶ୍ଚର୍ଯ୍ୟ ହେଲା, କହିଲା, "ଆପଣଙ୍କ ଭବିଷ୍ୟତ? ଆପଣ ନିଃସନ୍ତାନ। ବଂଶରକ୍ଷା ପାଇଁ ଆପଣଙ୍କ ପୁନର୍ବିବାହ ତ ଅବଶ୍ୟମ୍ଭାବୀ।"ରତ୍ନାକର ନମ୍ର କଣ୍ଠରେ କହିଲା, "ମତେ କ୍ଷମା କରିବେ ନିରଞ୍ଜନବାବୁ! ଏଇ ସନ୍ତାନକୁ ନେଇ ଜୀବନରେ ବେଶ୍ ପ୍ରହସନ କରି ହୁଏ। ମୋର ସନ୍ତାନ ନାହିଁ, ତେଣୁ ଆପଣ କହୁଚନ୍ତି, ବିବାହ ଆବଶ୍ୟକ। ସନ୍ତାନ ଥିଲେ କହନ୍ତେ, ତାର ପ୍ରତିପାଳନ ପାଇଁ ତାର ଏକ ମାଆ ଆବଶ୍ୟକ। ଏହା ସଚରାଚର ଘଟୁଚି। ତଥାପି ପୃଥିବୀରେ କେତେ ଉଦାର, ବିଚାରଶୀଳ ହୃଦୟ ଅଛି, ଯିଏ ନାରୀ ଓ ତାର ପ୍ରେମକୁ ସମ୍ମାନ ଦେଇ ଜାଣେ!" ନିରଞ୍ଜନ କ୍ଷୁବ୍ଧ ହେଲା ଭଳି ଜଣାଗଲା। କହିଲା, "ବୁଝିଲ, କଳାବତୀକୁ ଆପଣ ଭଲପାଉଥିଲେ! ନୀଳିମାକୁ ମୁଁ ବି ତ ଭଲପାଉଥିଲି, ତା' ବୋଲି ଆପଣ କହିବେ, ମୁଁ ନୀଳିମାର ପ୍ରେମକୁ ଅସମ୍ମାନ କରିଚି?" ନିରଞ୍ଜନର ହାତକୁ ଧରି ପକାଇ ରତ୍ନାକର ପୁଣି କହିଲା, "ମୋତେ ପୁଣି କ୍ଷମା କରନ୍ତୁ ନିରଞ୍ଜନବାବୁ। ମୁଁ ଆଉ ଏକ କଥା କହିବି। ଆପଣ ସତେ ନୀଳିମାକୁ ପ୍ରାଣ ଦେଇ ଭଲପାଉଥିଲେ? ମୋର ମନେହୁଏ ଆପଣ ତାର ସାନ୍ନିଧ୍ୟକୁ ଭଲପାଉଥିଲେ। ତେଣୁ ତାର ମୃତ୍ୟୁରେ ନାରୀ ସାନ୍ନିଧ୍ୟହୀନ ଜୀବନର ଆପଣଙ୍କର ଦୁର୍ବିସହ ହୋଇ ଉଠିଲା। ଆପଣ ବର୍ତ୍ତମାନ ପ୍ରତି ମୁହୂର୍ତ୍ତରେ କନକର ସାନ୍ନିଧ୍ୟ ପାଉଚନ୍ତି। କନକର ଜଞ୍ଜାଳ, ତାର ଅଶ୍ରୁ, ହସ, ଶୋକ, ସନ୍ତାପ ସବୁ ଆପଣଙ୍କର ଚତୁଃପାର୍ଶ୍ୱରେ ଜାଲ ବିଛାଇଛି। ଏହା ଭିତରେ ଆପଣ ଯେ ନୀଳିମା ପ୍ରେମକୁ ସମ୍ମାନ ଦେବାକୁ ବେଳ ପାଉଚନ୍ତି ଏଥିରେ ମୋର ଘୋର ସନ୍ଦେହ ଜନ୍ମେ ନିରଞ୍ଜନବାବୁ।"ନିରଞ୍ଜନ ଏ କଥାରେ ଅପ୍ରତିଭ ହେଲା।ରତ୍ନାକର ପୁଣି କହିଲା, "ଏ ପୃଥିବୀରେ ବହୁ ପ୍ରକାରର ଲୋକ ଅଛନ୍ତି। ସେଇ ମଣିଷ ଭିତରେ ବହୁ ପ୍ରକାରର ମନ ଲୁଚି ରହିଚି। ଯେଉଁ ସୃଷ୍ଟିଛଡ଼ା ଦଳଟା ଜୀବନ ଉପରେ ଏକ ଉଦାର ଦୃଷ୍ଟିପାତ ଦେଇ, ତାକୁ ମାଟି ପାଣି ପବନରେ ମିଶାଇ ଲୋଟାଇ ହଜାଇ ଦେଇପାରେ, ସେଇ ଦୁର୍ଭାଗା ଦଳରୁ ମୁଁ ଜଣେ। ମୋ ମନ ପ୍ରେମ ପ୍ରାଣ ଯେଉଁଥିରେ ଆବରଣ ନାହିଁ, କଳାବତୀ ପାଇଁ ମୋ ପ୍ରେମ ଥିଲା, ମୋ ଛାତି ଭିତରେ ଏବେ ବି ସେତିକି ଅଛି। ତାକୁ ତଡ଼ି ମୁଁ ଦ୍ଵିତୀୟ ସ୍ତ୍ରୀ ବରଣ କରିପାରିବି କେମିତି? ମୋର ବଡ଼ ଦୁଃଖ, ଜୀବଦ୍ଦଶାରେ କଳାବତୀ ମତେ କେତେ ବଡ଼ ଭୁଲ୍ ବୁଝିଲା"ରତ୍ନାକରର ଏତେଗୁଡ଼ାଏ କଥାକୁ ନିରଞ୍ଜନ ଆଗ୍ରହରେ ଶୁଣିଲା ପରି ଜଣାଗଲା ନାହିଁ। ମୁହଁରେ ତାର ବିରକ୍ତିବ୍ୟଞ୍ଜକ ଦୃଷ୍ଟି ବାରମ୍ବାର ବାହାରକୁ ନିକ୍ଷେପ କରୁଥିଲା। ରାତି କ୍ରମଶଃ ବଢ଼ୁଥିଲା, ନିରଞ୍ଜନର ଏହି ଉପେକ୍ଷା ଭାବ ଦେଖି ରତ୍ନାକର କହିଲା, "ଯାଆନ୍ତୁ ନିରଞ୍ଜନବାବୁ, ରାତି କେତେ ହେଲାଣି, କନକ ଏକା ଅଛି।"ବିନା ବାକ୍ୟ ବ୍ୟୟରେ ନିରଞ୍ଜନ ଉଠି ଚାଲିଗଲା। ସେ ଚାଲିଗଲା ପରେ ରତ୍ନାକର ପୁଣି ପଢ଼ି ବସିଲା ପାରିଲା ନାହିଁ। ଘନଘନ ମନେପଡ଼ିଲା କଳାବତୀ। ପୋଲିସ ଦୃଷ୍ଟିର ଅନ୍ତରାଳରେ ଯେଉଁ ଚିଠିଟା କଳାବତୀର ରହି ଯାଇଥିଲା, ତାକୁ ସେ ଆଣି ପଢ଼ିବାକୁ ଲାଗିଲା କଳାବତୀ ଲେଖିଥିଲା, "ଦିନେ ନୀଳିମା କହିଥିଲା, ସ୍ଵାମୀ ଏକ ଖେଳଣା,"